ଘଟଣା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ଠାକୁର ଆସି ସେମାନଙ୍କ ଦୁଃଖ ଓ ସମସ୍ୟାକୁ କ୍ଷଣମାତ୍ରେ କେମିତି ସମାଧାନ କରିଦେଲେ ଏବଂ ତାହା କିପରି କଳ୍ପନା ବାହାରେ ଥିଲା ତାହା ସେ ଜଣାଇଥିଲେ। ପୁରୀ ମହାରାଜାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ଗରୀବ ଓ ଦାରିଦ୍ର୍ୟ ଯୋଗୁଁ ଦିନେ ରାତିରେ ଦାସିଆଙ୍କ ଘରେ ଭୋଜନ ନିମନ୍ତେ କିଛି ନଥିଲା। ଫଳରେ ଭୋକରେ ରହି ରାତି କାଟି ଦେବା ପାଇଁ ସେମାନେ ବସି ବିଚାର କରୁଥିଲେ। ଠିକ୍ ଏହି ସମୟରେ ଛଦ୍ମବେଶୀ ପ୍ରଭୁ ଜଗନ୍ନାଥ ଅତିଥି ରୂପରେ ଦାସିଆଙ୍କ ଘରେ ବିଜେ ହୋଇଥିଲେ ଏବଂ ନିଜ ପେଟର ଭୋକ ମେଣ୍ଟାଇବା ପାଇଁ କିଛି ଭୋଜନ ନିମନ୍ତେ ପ୍ରାର୍ଥନା କରିଥିଲେ। ଭୋକିଲା ଅତିଥିଙ୍କୁ ଭୋଜନ ପରସିବା ପାଇଁ ସେଦିନ ଦାସିଆ ଘରେ ଶାଗ କୂଟାଟିଏ ମଧ୍ୟ ନଥିଲା। ଶେଷରେ ଦାସିଆଙ୍କ ପତ୍ନୀ ବହୁ କଷ୍ଟରେ ଘରେ ପଡ଼ିରହିଥିବା କିଛି ବଳକା ଚାଉଳରେ ଭାତ ତିଆରି କରି ଅତିଥି ଜଣଙ୍କୁ ପରସିଥିଲେ। ଅତି ସନ୍ତୋଷରେ ରାତ୍ରି ଭୋଜନ କରି ଅତିଥି ଜଣକ ଖୁସିରେ ଚାଲିଯାଇଥିଲେ। ଠିକ୍ ସେହିଦିନ ରାତ୍ରିରେ ପୁରୀ ମହାରାଜାଙ୍କୁ ଦାସିଆ ବାଉରୀ ଘରକୁ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିବା ନିମନ୍ତେ ସ୍ୱପ୍ନାଦେଶ ହୋଇଥିଲା। ସେହିଦିନ ଠାରୁ ପ୍ରତିଦିନ ମହାରାଜାଙ୍କ ଦ୍ୱାରା ଦାସିଆ ଘରକୁ ଖାଦ୍ୟ ପଠାଇବାର ବ୍ୟବସ୍ଥା କରାଗଲା। ସେହି ପରମ୍ପରା ଅନୁଯାୟୀ ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଭୋଗ ଲାଗି ହେବା ପରେ ପ୍ରଥମ ଭୋଗ ଭକ୍ତ ଦାସିଆ ବାଉରୀଙ୍କୁ ଅର୍ପଣ କରାଯାଇଥାଏ। ଦାସିଆ ବାଉରୀଙ୍କ ସ୍ତ୍ରୀଙ୍କୁ ପୋଖରୀରେ ରଥଯାତ୍ରା ଦର୍ଶନ କରାଇବା ଆର୍ଥିକ ଦୁରାବସ୍ଥା ଯୋଗୁଁ ବଡ଼ ଠାକୁରଙ୍କ ରଥଯାତ୍ରା ଦେଖିବାର ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ ଦାସିଆଙ୍କ ପତ୍ନୀ ଦିନେ ଦୁଃଖରେ ଘର ଭିତରେ ମନ ମାରି ବସିଥିଲେ। ସ୍ତ୍ରୀଙ୍କୁ ଦୁଃଖର କାରଣ ପଚାରିବା ମାତ୍ରେ ପତ୍ନୀ ମାଳତୀ ଦାସିଆଙ୍କୁ ରଥାରୂଢ଼ ତିନି ଠାକୁରଙ୍କ ଦର୍ଶନ କରାଇବା ପାଇଁ ଗୁହାରି କରିଥିଲେ। ଫଳରେ ଦାସିଆ ନିଜ ପତ୍ନୀଙ୍କୁ ଗାଁ ମୁଣ୍ଡରେ ଥିବା ଗୋଠଗାଡ଼ିଆ ପୋଖରୀ କୂଳକୁ ନେଇ ପୋଖରୀ ଜଳରାଶିରେ ସ୍ତ୍ରୀଙ୍କୁ ରଥଯାତ୍ରାର ଦୃଶ୍ୟ ଦର୍ଶନ କରାଇଥିଲେ। ଦାସିଆଙ୍କ ସାକ୍ଷାତ ନିମନ୍ତେ ପଞ୍ଚସଖାଙ୍କ ବାଲିଗ୍ରାମ ଗସ୍ତ ପତ୍ନୀ ମାଳତୀଙ୍କୁ ପୋଖରୀ ଜଳରେ ରଥଯାତ୍ରା ଦର୍ଶନ କରାଇବା ଘଟଣା ଚାରିଆଡ଼େ ପ୍ରଚାର ହୋଇଗଲା। ଏ କଥା ଶୁଣି ଦିନେ ସେ ସମୟର ପଞ୍ଚସଖା ଯଥା ଜଗନ୍ନାଥ ଦାସ ବଳରାମ ଦାସ ଅନନ୍ତ ଦାସ ଅଚ୍ୟୁତ ଦାସ ଓ ଯଶୋବନ୍ତ ଦାସ କାହାରିକୁ ନଜଣାଇ ଦାସିଆ ବାଉରୀକୁ ପରଖିବା ପାଇଁ ବାଲିଗ୍ରାମକୁ ଆସିଥିଲେ। ସେହି ସମୟରେ ଦାସିଆ ବାଉରୀ ଗାଁ ମୁଣ୍ଡ ଗୋଠଗାଡ଼ିଆ ପୋଖରୀ କୂଳରେ ଜଗନ୍ନାଥଙ୍କୁ ଧ୍ୟାନ କରି ବସିଥିଲେ। ପ୍ରକୃତରେ ଦାସିଆ ହରିଙ୍କୁ ଚିହ୍ନି ପାରିଛି କି ନାହିଁ ଜାଣିବା ପାଇଁ ସେଦିନ ପଞ୍ଚସଖା ଦାସିଆଙ୍କୁ ପରୀକ୍ଷା କରିଥିଲେ ଓ ଭଗବାନଙ୍କ ଦଶାବତାର ଦର୍ଶନ କରାଇବା ପାଇଁ ଆଦେଶ କରିଥିଲେ। ପଞ୍ଚସଖାଙ୍କ ଆଦେଶ କ୍ରମେ ଦାସିଆ ବାଉରୀ ସେମାନଙ୍କୁ ସେହି ପୋଖରୀ ଜଳରାଶିରେ ଭଗବାନଙ୍କ ଦଶାବତାର ଦର୍ଶନ କରାଇଥିଲେ। ଏଥିରେ ମୁଗ୍ଧ ହୋଇ ପଞ୍ଚସଖା ଦାସିଆଙ୍କୁ ବିନା ଦ୍ୱିଧାରେ ସେମାନଙ୍କର ଶିକ୍ଷା ରୂପରେ ଗ୍ରହଣ କରିନେଇଥିଲେ। ସେହିଦିନ ଠାରୁ ଦାସିଆ ବାଉରୀ ବାଳିକା ଦାସ ନାମରେ ମଧ୍ୟ ପରିଚିତ ହେଲେ। ବାଲିଗ୍ରାମ ପୁରୀ ଜିଲ୍ଲା ପିପିଲି ବ୍ଲକର ତେଇସିପୁର ଗ୍ରାମ ପଞ୍ଚାୟତ ଅଧୀନରେ ଆସେ। ଭକ୍ତ ଦାସିଆ ବାଉରୀ ଏହି ପବିତ୍ର ମାଟିରେ ଜନ୍ମଗ୍ରହଣ କରିଥିଲେ। ବାଲିଗାଁ ମାଟି ଦାସିଆ ବାଉରୀଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଇଏ ସେହି ମାଟି ଯେଉଁ ମାଟିରେ ପଞ୍ଚସଖାଙ୍କ ପାଦ ପଡ଼ିଥିଲା ଭକ୍ତ ଦାସିଆଙ୍କୁ ପରଖିବା ନିମନ୍ତେ। ଏପରି ଅନେକ ଘଟଣା ଘଟିଛି ଏହି ଗ୍ରାମରେ ଭକ୍ତ ଦାସିଆଙ୍କୁ ନେଇ। ଏବଂ ଶେଷରେ ଗ୍ରାମ ଶୁକ୍ଳ ଏକାଦଶୀ ଦିନ ଭକ୍ତ ଦାସିଆ ବାଉରୀ ଏହି ମାଟିରେ ହିଁ ପ୍ରାଣ ତ୍ୟାଗ କରିଥିଲେ। ଏହି ଗାଁ ମାଟି ପବିତ୍ର ଓ ଧନ୍ୟ ହୋଇସାରିଛି ଭକ୍ତ ଦାସିଆଙ୍କୁ ଜନ୍ମ ଦେଇ। ଭକ୍ତ ଦାସିଆଙ୍କ ସ୍ମୃତିରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଏକ ଜଗନ୍ନାଥ ମନ୍ଦିର ଓ ମନ୍ଦିର ସମ୍ମୁଖରେ ଦାସିଆ ବାଉରୀଙ୍କ ଜଗନ୍ନାଥଙ୍କୁ ନଡ଼ିଆ ପ୍ରଦାନ କରୁଥିବା ଆକୃତିର ଚାରି ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ଧାତୁରେ ନିର୍ମିତ ପ୍ରତିମୂର୍ତ୍ତି ମଧ୍ୟ ଏହି ଗ୍ରାମରେ ତିଆରି ହୋଇସାରିଛି।